ଆଖିର ଭ୍ରମ ହେଇପାରେ, ଶୁଣିବାରେ ଭୁଲ୍ ଥାଇପାରେ–ହଠାତ୍ କିଛି ସିଦ୍ଧାନ୍ତରେ ପହଞ୍ଚିଯାଇ ଦୁଧକୁ ଛିଣ୍ଡେଇ ଛେନା କରିବ ନାହିଁ। ଭୟ ଆସିଲା–ଇସ୍, କ'ଣ ଗୁଡ଼ାଏ ଭାବୁଥିଲି? ସେହି ଭାବନାର ଭୂତ ପଛରେ ଧାଇଁ ଯାଇଥିଲେ କିଏ ଜାଣେ କ'ଣ କରି ପକାଇଥାନ୍ତି? କିଛି ନୁହେଁ, ବେକାରିର ଭ୍ରମ, ଭିକାରିର ଭୁଲ୍ ବୋଲି ମନେ ମନେ ସ୍ଥିର କରି ଫେରିଲି ଘରକୁ। ହେଲେ କି ଛାଡ଼ ଯାଏ? ଗଲାବେଳେ ଯଦି ହଠାତ୍ ଦି'ଟା ବୋଲୁଅ କାନ ପାଖରେ ସାଇଁ କରି ଚାଲିଯାଇଥିଲା ତେବେ ମାଡ଼ ବସିନାହିଁ ବୋଲି କ'ଣ ପାଶୋରି ହବ? ପାଶୋରି ହେଲା ନାହିଁ। ମାନମୟୀର ଅସଂପୂର୍ଣ୍ଣ ରୂପ ମେଘଢ଼ଙ୍କା ପୂନେଇଁ ଚାନ୍ଦ ପରି ଛାଇ ଆଲୁଅର ଜାଲ ବୁଣି ଦେଇଗଲା। ମନରେ ଖାଲି ଗୋଟାଏ କଥା ଶବ୍ଦ କରୁଥାଏ–ମାଷ୍ଟ୍ରର ଅର୍ଥ କ'ଣ? ମନ କହୁଥାଏ ମାଷ୍ଟ୍ରର ଅର୍ଥ ଯାହା ହେଉ ମାଷ୍ଟ୍ର ହେଉଛି ଭଜକୃଷ୍ଣ। ଏଣେ ଭଜକୃଷ୍ଣ ବୁଝୁଥାଏ ଯେ ପ୍ରକୃତ ମାଷ୍ଟ୍ର ହେଉଛି ମାନମୟୀ? ପ୍ରଶ୍ନ ପଚାରି ପଢ଼ାଉଛି ଜଣେ ଆଉ ଉତ୍ତର ଦେଇ ପଢ଼ାଉଛି ଆଉ ଜଣେ। ସେଦିନ ରାତି ପାହିଲା ବହୁତ ଡେରିରେ। ଆଉ ଦିନରେ ବି ସୂର୍ଯ୍ୟଦେବତାଙ୍କର ଗତି ଶିଥିଳ ହୋଇଗଲା ଏଇ ପ୍ରଶ୍ନ ଓ ଉତ୍ତରର ଗୋଲକଧନ୍ଦାରେ। ଗୋଲକଧନ୍ଦାର ପ୍ରତିଯୋଗିତା ମନ ଭିତରେ ଏପରି ଭାବରେ ଆସି ଜାଗା ମାଡ଼ି ବସିଲା ଯେ, ବିଶେଷ ଚତୁରତା ଭିତରେ ଆଉ ଥରେ ସେହି ପ୍ରଶ୍ନଟି ଉଠାଇ କଚେ–ପୋ–ବାଆର କରିବାକୁ ମନ ଖାଲି ଉତ୍ତେଜନା ଦେଲା। କଲେଜର କାନ୍ଥଘଡ଼ିକୁ ଅହରହ ଚାହିଁଛି–ପୁଣି ସେହି କଣ୍ଟ ବେଳକୁ। କଲେଜରୁ ଶୀଘ୍ର ପଳାଇ ଆସି ତାଙ୍କ ଘରେ ପାଦ ଦେଇ କାନ୍ଥରେ ବେଲ୍ ଟିପିଲା ବେଳକୁ ପଢ଼ା ସମୟର ଆରମ୍ଭ ହେବାକୁ ଆଉରି ଅନେକ ବାକି। ହସି ହସି ମାନମୟୀ ବାହାରି ଆସିଲା–ଆଉ ହେଇ ପାରିବ ନାହିଁ ଆଜ୍ଞା। ମୋର ଘରକାମ ବେତାଏ–ସେତକ ସାରିଲେ ସିନା ପଢ଼ିବି। ଆପଣ ଆସି ଆପଣଙ୍କର ଡିଉଟି ଖତମ୍ କରିଦେବେ ଘଣ୍ଟା ଦେଖି। ଏଣେ ଯେ ଗାଡ଼ିସବୁ ବେ–ଲାଇନ୍ ହୋଇଯିବେ। –ଭୁଲ୍ ହେଇଗଲା। ମୋର ଘଡ଼ି ନାହିଁ। –ମୁଁ ବି ସେମିତି ଘଡ଼ି ନ ଥାଇ ବହୁତ ଦିନ ଚଳିଛି। ଏତକ ଜଣାନାହିଁ ପରା? ମନ ହେଉଛି ମଣିଷର ଘଡ଼ି ଆପଣଙ୍କର ପଢ଼ାଇବାକୁ ଭାରି ଆଗ୍ରହ। –ମୁଁ ଅପେକ୍ଷା କରୁଛି। –ଏଁ, ଅପେକ୍ଷା? ନା, ନା, କେହି କାହାପାଇଁ ଅପେକ୍ଷା କରିବା ଠିକ୍ ନୁହେଁ। ଦେହ ସିନା ଅପେକ୍ଷା କରେ। ମନ କିନ୍ତୁ ବାଇ ହୋଇ ଧାଇଁଥିବ ଏଣେ ତେଣେ। ମନକୁ କେବେହେଲେ ଅପେକ୍ଷା କରିବାକୁ କହିବା ନାହିଁ। ସେ ଶୁଣିବ କି? କ'ଣ ଆଉ କରାଯିବ? ହାଉଳି ଖାଇଲା ପରି ମାନମୟୀ ଚିଲଉଛି। ଭଜକୃଷ୍ଣକୁ ଡର ଲାଗିଲା। କ'ଣ ଆଉ ଗୋଡ଼ରେ ମୁଣ୍ଡରେ ଦୁମୁଦୁମା ଚଳେଇବାକୁ ଅସ୍ତ୍ର ଖଞ୍ଜୁଛି ନା କ'ଣ? –ଆରେ ଇଏ କ'ଣ ଗୁରୁଜୀ? ଆପଣ ଚୁପ୍ ରହି କ'ଣ ଭାବୁଛନ୍ତି? ଆସନ୍ତୁ ଭିତରକୁ। ଆପଣଙ୍କ ପାଇଁ ଭିତରକୁ ପ୍ରବେଶ ମନା ନୁହେଁ ଆପଣଙ୍କ ପାଇଁ ସମୟ ଓ ଅସମୟର ବାଧା ନାହିଁ-। ଭଜକୃଷ୍ଣ ଡରି ଗଲାଣି। ଗୋଡ଼ ଥରୁଥାଏ। ଓଠ ଶୁଖି ଯାଉଥାଏ। ପଡ଼ି ଯାଇଥାନ୍ତି। କଅଁଳ ହାତଟିଏ ଆସି ଧରି ନେଇଗଲା ଘରଭିତରର ଚଉକି ପାଖକୁ–ଆଉ ପଣତରେ ବିଞ୍ଚିଦେଲା-। ବସିଥାନ୍ତୁ ଟିକିଏ। କ'ଣ ଗୋଟାଏ ପଢ଼ୁଥାନ୍ତୁ ମୁଁ ଆସୁଛି। ମାନମୟୀ ଚାଲିଗଲା ଭିତରକୁ ଅପୂର୍ବ ଶୋଭା ଖେଳାଇ। ଆଜିଯାଏ ଭାଇ ମନେ ରହିଛି। ନାରୀର ପଣତ କେତେ ବଳୁଆ ମୁଁ ନିଜେ ଠଉରାଇଛି। ଏବେ ବି ପବନ ବହିଲେ ମୋର ମନେ ପଡ଼ିଯାଏ ମାନମୟୀ କଥା–ଖାଲି ଯାହା ଖୁସ୍ବୁ ନ ଥାଏ ସେଇ। ପବନରେ। ନାରୀର ହାତ କେତେ କୋମଳ ସେଦିନ ପ୍ରତ୍ୟକ୍ଷ କରିଥିଲି। ହାତ ପାପୁଲିର ଚିହ୍ନ ମଧ୍ୟ ଅଲିଭା। ଏଇ ଅପଦାର୍ଥର ବାଁ କଚଟିରେ ଏହି କେଇଟି ବର୍ଷ ହେଇଗଲାଣି ଚିହ୍ନ ରହି ଯାଇଛି। ମାନମୟୀର ହାତଚିହ୍ନ କ'ଣ ପାଶୋର ଯାଇ ପାରେ? –କ'ଣ? ମାନମୟୀର ପଣତ–ବିଞ୍ଚଣା, ପାପୁଲିର ଦାଗ ରହିଛି ତ। ଆଉ କ'ଣ ମିଳିଲା? –ସେ ତ ମାନମୟୀ ନୁହେଁ। ସେ ହେଉଛି ପ୍ରହେଳିକାର ସମୁଦ୍ର। ଏପରି ଘରଣୀ ଯେଉଁ ଘରର ମାଲିକ, ସେଠି ସ୍ୱର୍ଗସୁଖ ଛଡ଼ା ଆଉ କ'ଣ ରହିପାରେ? –କ'ଣ କଥାର ପ୍ରହେଳିକା? –କଥା ହେଉଛି ମନର ସାର। ମଣିଷର ପାଟି ତାହାର ପାଦକୁ ବି ସରି ନୁହେଁ।